ଓଡ଼ିଶାରେ ଯେଉଁଠାରେ ମଧ୍ୟ ଛିଡ଼ା ହୋଇ ଚାରିଆଡ଼କୁ ଅନାଇଲେ ବା ଯେଉଁ ମହକୁମାର ନାଡ଼ିଗୁଡ଼ାକୁ ପରଖି ଦେଖିଲେ ଆମକୁ ତାହାର ପ୍ରମାଣ ମିଳିଯିବ। ତେଣୁ, ପ୍ରକୃତ ବାଟ ହେଉଛି, ତଳଟା ହିଁ ଚେତନାଯୁକ୍ତ ହେବ ଏବଂ ଉପରଟାକୁ ବଦଳି ଯିବାକୁ ବାଧ୍ୟ କରିବ। ଶହେବର୍ଷ ତଳେ ଦେଶରେ ସ୍ୱାମୀ ବିବେକାନନ୍ଦ ସେହି ସବାତଳର ଜାଗରଣ ବିଷୟରେ ଆମକୁ ପ୍ରାୟ ଭଗବାନଙ୍କର ରାଣ ପକାଇ ଠିକ୍ ସେହି କଥାଟିକୁ କହି ଯାଇଥିଲେ। ତାଙ୍କର ସେହି ବାଣୀ। ଯେପରି ଉଦ୍ଦିଷ୍ଟ ସେହି ତଳେ ଯାଇ ପହଞ୍ଚି ନପାରିବ, ସେଥିଲାଗି ଉପରବାଲାଏ ତାଙ୍କୁ କେଡ଼େ ଚତୁରତାର ସହିତ ନିଜର ଅଳିନ୍ଦଗୁଡ଼ାକୁ ହରଣଚାଳ କରିନେଲେ। ସେହି ବିଶେଷ ଅଳିନ୍ଦଗୁଡ଼ାକୁ ପବିତ୍ର ମନ୍ଦିର ବୋଲି କୁହାଗଲା ଏବଂ ସତ୍ୟକୁ ସେଠାରେ ମୂର୍ତ୍ତିରେ ପରିଣତ କରି ରଖି ଦିଆଗଲା। ମହାତ୍ମା ଗାନ୍ଧୀ ସତେଅବା ଆଗରୁ ଘ୍ରାଣ କରି ପାରିଥିବା ପରି ରାଜନୀତିରେ ଯେଉଁ ପୁରୁଣା ମହୁଡ଼ଗୁଡ଼ାକୁ ଭାଙ୍ଗି ଦେବାକୁ ପରାମର୍ଶ ଦେଇଥିଲେ, ସେଗୁଡ଼ିକ ତୁଚ୍ଛା ଆତ୍ମକାମୀମାନଙ୍କର ଦଖଲରେ ରହିଗଲା ଏବଂ ଦେଶରେ ନୂଆ ନୂଆ ଅସମର୍ଥତାକୁ ପ୍ରଶ୍ରୟ ଦେବାରେ ନିମିତ୍ତ ହେଲା। ନିର୍ବାଚନ ସମୟଟାଏ ଆସିଲେ ଗରିଷ୍ଠମାନେ ଯାହା ତଳେ ମଣିଷମାନେ ଅଛନ୍ତି ବୋଲି କିଞ୍ଚିତ୍ ସଜ୍ଞାନ ହେଉଛନ୍ତି, ଓ ସେମାନଙ୍କୁ ଲୋଡ଼ି ବାହାରୁଛନ୍ତି, ମାତ୍ର ଜୀବନପାଟଣାର ଅସଲ ନକ୍ସାଗୁଡ଼ାକ ସେହି ପୁରୁଣା ଅନମନୀୟତା ସହିତ ହିଁ ବଳବତ୍ତର ରହିଛି। ସହରର ଛଇଗୁଡ଼ାକୁ ଦେଖି ଆମେ ନକ୍ସାମାନେ ଏବେ ମଧ୍ୟ ବଦଳି ନାହାନ୍ତି ବୋଲି ଅନୁଭବ କରିବାକୁ ମଧ୍ୟ ଆଉ ମୋଟେ ରାଜି ହୋଇପାରୁ ନାହୁଁ। ହିସାବମାନେ କହୁଛନ୍ତି, ପଛୁଆ ଦେଶ ଭାରତବର୍ଷରେ ଓଡ଼ିଶା ନାମକ ଏହି ଭୂମିଟି ବିଶେଷ ଭାବରେ ପଛୁଆ ହୋଇ ରହିଛି। ତଳେ ପ୍ରାୟ ସବୁପ୍ରକାରେ ପ୍ରତ୍ୟାଖ୍ୟାତ ହୋଇ ରହିଥିବା ଅଶୀଭାଗ ମଣିଷଙ୍କର ସୁପ୍ତ ଶକ୍ତିକୁ ଯିଏ ଜାଗ୍ରତ କରିଆଣି ପାରିବ, ଓଡ଼ିଶାର ନକ୍ସାଟା ସୁସ୍ଥ ଭାବରେ ବଦଳି ଯିବାରେ ପ୍ରକୃତରେ ସେଇ ସାହାଯ୍ୟ କରିପାରିବ। ମାତ୍ର, ସେପରି କରିପାରିବାକୁ ହେଲେ ତାକୁ ପୁରୁଣା ଗୁଳାଗୁଡ଼ାକର ସର୍ବବିଧ ମୋହକୁ ପରିତ୍ୟାଗ କରି ବାହାରି ଆସିବାକୁ ପଡ଼ିବ। ଲୋକମାନଙ୍କ ପାଖକୁ ଭୋଟ ମାଗି ଆସିବାକୁ ତା' ଖାତାରେ ଆଦୌ କୌଣସି କାର୍ଯ୍ୟକ୍ରମ ନଥିବ। ଲୋକମାନଙ୍କୁ ସବାଆଗରେ ରଖି ଯିଏ ଓଡ଼ିଶାରେ ଆଗାମୀ ପଚାଶ ବା ଶହେ ବର୍ଷକୁ ସ୍ପଷ୍ଟ ଦେଖି ପାରୁଥିବ। ତଳେ ନିଜର ସାମର୍ଥ୍ୟ ଭୁଲି ହତାଶାର ଦଉଡ଼ିଗୁଡ଼ାକରେ ନିର୍ମମ ଭାବରେ ବନ୍ଧାହୋଇ ରହିଥିବା ମଣିଷମାନେ ଯେପରି ନିଜ ଶକ୍ତିର ଅନୁଭବ ନିଜେ କରିପାରିବେ, ଆମର ସକଳ ପ୍ରୟାସ ସେହିଆଡ଼କୁ ନିୟୋଜିତ ହୋଇପାରିଲେ ଯାଇ ହେବ। ଗଣତନ୍ତ୍ର କହିଲେ ଉପର ହାକିମକୁ ନୁହେଁ, ତଳ ପ୍ରଶସ୍ତତମ ଲୋକସ୍ତରର ସକ୍ରିୟ ଶକ୍ତିକୁ ହିଁ ବୁଝାଇବ। ସେହି ସ୍ତରଟି ପ୍ରକୃତରେ ସଚେତନ ଏବଂ କ୍ରିୟାଶୀଳ ହୋଇପାରିବାକୁ ହେଲେ ,ସାର୍ବଜନୀନ ଯଥାର୍ଥ ଶିକ୍ଷାର ଏକ ସୁସ୍ଥ ପ୍ରୟୋଗ ଏକାନ୍ତ ଆବଶ୍ୟକ। ସେହି ଶିକ୍ଷା ତାହାକୁ ଏକ ସମ୍ମାନବୋଧର ଅଧିକାରୀ କରାଇ ପାରୁଥିବ। ଆମର ଏହି ଅସୁସ୍ଥ ସମାଜରେ ଏକ ପାରମ୍ପରିକ ଭାଗ୍ୟବାଦୀ ଅସମର୍ଥତା ଦ୍ଵାରା ପୀଡ଼ିତ ହୋଇ ରହି କୋଟି କୋଟି ମଣିଷ ଜଡ଼ବତ୍ ହୋଇ ରହିଛନ୍ତି, ବୋଲି ଏଠାରେ କାଗଜପତ୍ରରେ ଯେତେଯାହା ଲେଖାହେବାରେ ଲାଗିଥିଲେ ମଧ୍ୟ ନକ୍ସାଗୁଡ଼ିକ ବଦଳି ପାରୁନାହାନ୍ତି। ଗଣତନ୍ତ୍ରର ଆମ ବ୍ୟବସ୍ଥାରେ ନିମ୍ନରୁ ନିମ୍ନତମ ପର୍ଯ୍ୟନ୍ତ ସବୁ ମନୁଷ୍ୟଙ୍କର ପ୍ରତିବାଦ କରିବାର ଶକ୍ତି ଅବଶ୍ୟ ରହିବ। ସେହି ଶକ୍ତିକୁ ନିଜ ଭବିଷ୍ୟଦର୍ଶନର ଏକ ସ୍ୱତନ୍ତ୍ର ବ୍ୟଞ୍ଜନା ଦେଇ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ବୋଲି କହିଥିଲେ। ଖାଲି ଓଡ଼ିଶା ବା ଭାରତବର୍ଷ ନୁହେଁ, ସମଗ୍ର ପୃଥବୀ ହିଁ ଅନ୍ୟ ସକଳ ବାଟକୁ ପରଖି ପରଖି ସମ୍ଭବତଃ ଏହି ସତ୍ୟାଗ୍ରହର ପନ୍ଥା ପାଖକୁ ହିଁ ଆସୁଛି।